ଏହି ସମୟରେ ବ୍ରାହ୍ମଣମାନେ ସେଠାରେ ଉପସ୍ଥିତ ପୂର୍ବକ ଗୌତମଙ୍କୁ କୁଶଳ ପ୍ରଶ୍ନାଦି କରି ତାଙ୍କ ସମ୍ମୁଖର ଏକ ପାର୍ଶ୍ୱରେ ବସିଗଲେ। ସମସ୍ତେ ଆସନ ଗ୍ରହଣ କଲାପରେ ଅଶ୍ୱଳାୟନ ବିନୟ ସହକାରେ କହିଲେ, ହେ ଗୌତମ! ବ୍ରାହ୍ମଣମାନେ କହନ୍ତି ବ୍ରାହ୍ମଣ ବର୍ଣ୍ଣ ହେଉଛି ଶ୍ରେଷ୍ଠ ଆଉ ଅନ୍ୟମାନେ ହୀନବର୍ଣ୍ଣ। ବ୍ରାହ୍ମଣ ବର୍ଣ୍ଣ ଶୁକ୍ଳ ଓ ଅନ୍ୟ ବର୍ଣ୍ଣମାନେ କୃଷ୍ଣ। ଶାସ୍ତ୍ର ମତରେ କେବଳ ବ୍ରାହ୍ମଣମାନଙ୍କୁ ମୁକ୍ତି ମିଳିଥାଏ, ଅନ୍ୟମାନଙ୍କୁ ନୁହେଁ। ବ୍ରାହ୍ମଣମାନେ ଉତ୍ପନ୍ନ ହୋଇଛନ୍ତି ବ୍ରହ୍ମଦେବଙ୍କ ମୁଖରୁ ଏବଂ ସେମାନେ ହିଁ କେବଳ ତାଙ୍କ ଔରସ ପୁତ୍ର, ତେଣୁ ସେମାନେ ହେଉଛନ୍ତି ବ୍ରହ୍ମଦେବଙ୍କ ଦାୟାଦ। ହେ ଗୌତମ ଏ ବିଷୟରେ ଆପଣଙ୍କ ମତ କ'ଣ? ଗୌତମ କହିଲେ, ହେ ଅଶ୍ୱଳାୟନ! ବ୍ରାହ୍ମଣମାନଙ୍କ ସ୍ତ୍ରୀମାନେ ଋତୁମତି ହେଉଛନ୍ତି, ଗର୍ଭବତୀ ହେଉଛନ୍ତି, ସନ୍ତାନ ଜନ୍ମ କରୁଛନ୍ତି ଓ ସେମାନଙ୍କୁ ସ୍ତନ୍ୟ ମଧ୍ୟ ଦେଉଛନ୍ତି। ଅନ୍ୟାନ୍ୟ ବର୍ଣ୍ଣଙ୍କ ପରି ଯଦି ବ୍ରାହ୍ମଣ ସନ୍ତାନ ମାତୃଗର୍ଭରୁ ଜନ୍ମ ହେବା ସତ୍ତ୍ୱେ ବ୍ରାହ୍ମଣମାନେ କହିବେ ସେମାନେ ବ୍ରହ୍ମଦେବଙ୍କ ମୁଖରୁ ଉତ୍ପନ୍ନ, ତେବେ ଏହା କଣ ଗୋଟାଏ ଅଦ୍ଭୁତ କଥା ନୁହେଁ କି? ଏହିଭଳି ଅଦ୍ଭୁତକଥା ଯେଉଁ ଶାସ୍ତ୍ରରେ ଲିପିବଦ୍ଧ ହୋଇଛି ସେ ଶାସ୍ତ୍ର କଣ ଏକ ଅଦ୍ଭୁତ ଶାସ୍ତ୍ର ନୁହେଁ କି? ଗୌତମଙ୍କ ଯୁକ୍ତି କେବଳ ଅଶ୍ୱଳାୟନ କାହିଁକି ଉପସ୍ଥିତ ସମସ୍ତ ବ୍ରାହ୍ମଣଙ୍କ ପଠିତ ଯୁକ୍ତି ଶାସ୍ତ୍ରକୁ ପରାଭୂତ କରିଦେଲା। ପ୍ରକୃତ ବ୍ରାହ୍ମଣ ଜନ୍ମଗତ ଅଧିକାରରୁ ହୁଏ ନାହିଁ। ବ୍ରହ୍ମ କି ବସ୍ତୁ ତାହା ଅନୁଭୂତ ନହେଲେ ବ୍ରାହ୍ମଣର ସନ୍ତାନ ହେଲେ ମଧ୍ୟ ବ୍ରାହ୍ମଣ ହୋଇପାରିବ ନାହିଁ। ତଥାପି ଅଶ୍ୱଳାୟନ କହିଲେ, ହେ ଗୌତମ! ଆପଣଙ୍କର ଯାହା ଇଚ୍ଛା ତାହା କହିପାରନ୍ତି କିନ୍ତୁ ବ୍ରାହ୍ମଣଙ୍କର ଏହା ଦୃଢ଼ ବିଶ୍ୱାସ ଯେ ସେମାନେ ହେଉଛନ୍ତି ବ୍ରହ୍ମଦେବଙ୍କ ଦାୟାଦ। ଗୌତମ କହିଲେ ହେ ଅଶ୍ୱଳାୟନ! ଯୌନ, କାମ୍ୱୋଜ ପ୍ରଭୃତି ସମ୍ଭ୍ରାନ୍ତ ପ୍ରଦେଶରେ ଆର୍ଯ୍ୟ ଓ ଦାସ ଦୁଇଟି ଜାତି ଅଛନ୍ତି। ପୁଣି କେବେ କେବେ ଆର୍ଯ୍ୟମାନେ ଦାସ ଓ ଦାସମାନେ ମଧ୍ୟ ଆର୍ଯ୍ୟ ହେଉଛନ୍ତି। ତୁମେ କଣ ଏହିକଥା ଶୁଣିନାହିଁ? ଅଶ୍ୱଳାୟନ କହିଲେ, ଆଜ୍ଞା ହଁ ମୁଁ ଏହିକଥା ଶୁଣିଛି। ଗୌତମ ଟିକିଏ ହସି କହିଲେ, ଯଦି ଏପରି ହେଊଥାଏ, ତେବେ ବ୍ରହ୍ମଦେବ କେବଳ ବ୍ରାହ୍ମଣଙ୍କୁ ନିଜ ମୁଖରୁ ଜାତ କରାଇଛନ୍ତି ଏବଂ ସବୁ ଜାତି ମଧ୍ୟରେ ସେମାନେ ପ୍ରକୃତ ଶ୍ରେଷ୍ଠ ବୋଲି କହିବାରେ କେଉଁ ଯୁକ୍ତି ନିହିତ ଅଛି? ଗୌତମଙ୍କ କଥାର ଉତ୍ତର ଦେବାକୁ ଯାଇ ଅଶ୍ୱଳାୟନ କହିଲେ, ଆପଣ ଯାହା କହିବାର କୁହନ୍ତୁ ପଛକେ ବ୍ରାହ୍ମଣମାନଙ୍କର ଏହା ଦୃଢ଼ ବିଶ୍ୱାସ ଯେ କେବଳ ବ୍ରାହ୍ମଣହିଁ ବର୍ଣ୍ଣ ମଧ୍ୟରେ ଶ୍ରେଷ୍ଠ ଓ ଅନ୍ୟ ବର୍ଣ୍ଣମାନେ ହେଉଛନ୍ତି ହୀନ। ଟିକିଏ ଆଶ୍ଚର୍ଯ୍ୟ ହୋଇ ଗୌତମ କହିଲେ, ତୁମେ କଣ ଏହିଭଳି ଭାବୁଛ କି-ଯଦି କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର, ହତ୍ୟା, ବ୍ୟଭିଚାର, ଅସତ୍ୟ ଭାଷଣ, ଚୁଗୁଲି ଗାଳି, ଗୁଳଜ ବୃଥାପ୍ରଳାପ କରନ୍ତି, ପରଧନ ହରଣ କରନ୍ତି, ଦ୍ୱେଷଭାବ ବଢ଼ାନ୍ତି, ନାସ୍ତିକତାଦି ପୋଷଣ କରନ୍ତି ତେବେ ଦେହତ୍ୟାଗ ପରେ କେବଳ ସେହିମାନେ ନରକ ଗମନ କରିବେ ଏବଂ ଯଦି ବ୍ରାହ୍ମଣମାନେ ସେହିସବୁ କାର୍ଯ୍ୟ କରିଥାନ୍ତି ତେବେ ସେମାନେ ନରକରେ ପଡ଼ିବେ ନାହିଁ? ଗୌତମଙ୍କର ଏଭଳି ଯୁକ୍ତିକୁ ଅଶ୍ୱଳାୟନ ଅସମ୍ମାନ କରିପାରିଲେ ନାହିଁ। ସେ କହିଲେ, ହେ ଗୌତମ! ଯେ କୌଣସି ବର୍ଣ୍ଣର ଲୋକ ଯଦି ଏହି ପାପ କରନ୍ତି, ତେବେ ମରିବା ପରେ ସେମାନେ ନରକରେ ନିଶ୍ଚୟ ପଡ଼ିବେ। ବ୍ରାହ୍ମଣ ହୁଅନ୍ତୁ ବା